ଆମର ଓଡ଼ିଆ ସାହିତ୍ୟରେ ଶ୍ରୀ ଗୋପୀନାଥ ମହାନ୍ତି ଓ ଶ୍ରୀ ଗୌରୀକୁମାର ବ୍ରହ୍ମା ଓ କିଛି ଅଂଶରେ ଡକ୍ଟର ନରେନ୍ଦ୍ରନାଥ ମିଶ୍ର ଓ ଡକ୍ଟର ଭାବଗ୍ରାହୀ ମିଶ୍ର ପ୍ରମୁଖ ସ୍ପଷ୍ଟ ମତ ଦେଇଥାନ୍ତି ଯେ ସବୁ ଲେଖା ସମସ୍ତଙ୍କ ପାଇଁ ନୁହେଁ। ତେଣୁ ଜଣକର ପ୍ରିୟ ପାଠକ ଅପରର ଅପ୍ରିୟ ପାଠକ ହେବା ମଧ୍ୟ ସାହିତ୍ୟର ଧାରା। ଦିନ ଥିଲା ସାଇକଲ ନ ମିଳିଲେ ଝିଅପାଇଁ ବର ଆସୁ ନ ଥିଲା ସେତକ ବଦଳି ଯାଇ ସ୍କୁଟର, ମଟର ସାଇକଲ ଓ ମଟର ହୋଇ ଗଲାଣି। ସେମିତି ପୁରୁଣା କ୍ରାଉନ ସାଇଜରେ ଛାପା କବିତା ବହି ଅଚଳ ହେଇଯାଉଛି। ଭଲ ଡିଜାଇନର ଛବି ନ ଥିବା ମଲାଟ ହେଲେ ବହିଟି ମଧ୍ୟ ଅଚଳ ହେଇଯାଉଛି। ହେବାର କଥା–ଏବେ ଔଷଧ ଉପରେ ପ୍ରଚ୍ଛଦ ପଟ ଚିତ୍ର ଦିଆଯାଉଛି ଅନେକ ପ୍ରକାରର ଆଖି–ରୁଚିଆ କରି। ତେଣୁ ବହିକୁ ଆଖି ରୁଚିଆ କରି ଯଦି ଲେଖକକୁ ଆମେ ମରହଟିଆ ପୁରୁଣାକାଳିଆ ବୋଲି ଜାଣୁ ତାହାହେଲେ ସେହି ବହିର ଆଦର ହବ କେମିତି? ଗୁଣ ଆଉ ରୂପର ସମନ୍ୱୟ ନ ହେଲେ ସ୍ୱୀକୃତି ମିଳିବ କେମିତି? ଗୁଣ ତ ହେଲା ମସ୍ତିଷ୍କର ବିଷୟ। କିନ୍ତୁ ରୂପ ହେଲା ଆମର ପେଟ, ପାଟି, ଆଖିକାନ ଓ ଏମାନଙ୍କର ପ୍ରେରଣାଦାତା ବର୍ଗୋତ୍ତମ ଇନ୍ଦ୍ରିୟର ବିଷୟ। ଯେଉଁ ସାହିତ୍ୟ ଏହି ଆମର ମନକୁ ଆନନ୍ଦ ଦେବା ବାହାନାରେ ଦେହସୁଖ ନ ଦିଏ ସିଏ କ'ଣ ସାହିତ୍ୟର ଉପଯୁକ୍ତ? ଦେହର ସୁଖ ସାଥିରେ ଆମର ମନର ସୁଖ ଯେ ଯୋଡ଼ି ହୋଇ ରହିଛି ଏଇଟା ଆମର ଅଣପାଠୁଆ ସମାଜର ଗୋଟିଏ ଧାରଣା। ପାଠୁଆ ସମାଜରେ କଳ୍ପନା କରି କରି ଚିରଦିନ ବୁଭୁକ୍ଷିତ ହୋଇ ଯେଉଁମାନେ ନାମ ଓ ସୁନାମ ଅର୍ଜିବେ ବୋଲି ପାଠ–ତପସ୍ୟା କରନ୍ତି ସେମାନେ ଦେହର ସୁଖ ଜାଣନ୍ତି ନାହିଁ ଅବା ମନର ସୁଖ ଜାଣନ୍ତି ନାହିଁ। ସେମାନଙ୍କର ମାତ୍ରାଜ୍ଞାନ କମ୍। ଏଣେ ନିଜକୁ ମନେ କରନ୍ତି ପଣ୍ତିତ ବୋଲି। ଆମର ପାଠୁଆ ସମାଜରେ ପରକୀୟା ପ୍ରୀତିପାଇଁ ଭାରି ଡାକବୋବାଳୀ। କିନ୍ତୁ ପର ସ୍ତ୍ରୀ କଥା ଭାବିଲାବେଳେ ଏମାନେ ସାଧାରଣରେ ଯୁକ୍ତି କରିଥାନ୍ତି ଯେ ଅନ୍ୟର ସ୍ତ୍ରୀ'କଥା ଭାବିବା ଓ ଦୈନିକ ଦୁଇଓଳି ଭାବିବା ହେଉଛି ପରକୀୟା ପ୍ରୀତିର ପରାକାଷ୍ଠା। ପ୍ରାଚୀନ ସାହିତ୍ୟର ପରକୀୟା ପ୍ରୀତିରେ ନାୟିକା କବାଟ ଖୋଲୁଛି ଆଉ କବାଟରେ ଡାକ ଦେବ ବୋଲି ଖବର ପଠାଉଛି। ଆମର ଆଧୁନିକ ଉପନ୍ୟାସର ନାୟକ ନାୟିକା ମୋଟେ ନିଜର ଘର ଛାଡ଼ିଯିବା କଥା ନାହିଁ। ଏଣେ ଦାଣ୍ତରେ ଗୋଳମାଳ ଅଛି। ଲାଠିଆଳ କନଷ୍ଟେବଲ ବୁଲୁଥିବ। ନ ହେଲେ ଘରେ ଘରଣୀ ତାହାର ବିଷମ ରୂପ ଦେଖାଇବ। କ'ଣ କରାଯିବ? ବିଚରା ଗଳ୍ପ ଓ ଉପନ୍ୟାସର ଲେଖକ ସେହି ଲାଇନରେ ନ ଯାଇ କ'ଣ କରିବ? ସେ ସିନେମା ଛବି ଦେଖିବ। ରିକ୍ସାବାଲା ସବୁ ଦୁଆରକୁ ଚାହିଁ ତରୁଣୀ ସବାର ପାଇଲେ କମ୍ ଭଡ଼ାରେ ବେଶି ବାଟ ଯିବାକୁ ରାଜି ହୋଇ ଯେମିତି ପରକୀୟା ପ୍ରୀତି ଦେଖାଏ ସେମିତି ଆମର ପ୍ରସିଦ୍ଧ ଜନସାହିତ୍ୟିକମାନେ ମନେ ମନେ କୃଷ୍ଣ ସାଜି ରାଧା ପାଖକୁ ଖବର ନ ଦେଇ ଏଣେ ମାନସୀ ପ୍ରେୟସୀ ଆଦି ଚିନ୍ତାକରି ସ୍ୱପ୍ନର ଦୋଷରେ ବିଭୋର। ଏଣୁ ସେଥିରେ ଖାଲି ଧୂଆଁଳିଆ କଳ୍ପନା ଛଡ଼ା ଆଉ କ'ଣ ଅବା ବାହାରନ୍ତା? ପ୍ରେମିକା ଆର ପାଖ ଘରେ ବନ୍ଦିନୀ–ତେବେ ପୁରା ବନ୍ଦିନୀ ନୁହେଁ। ତାହାର ଚାହିଁବାର, ହସିବାର, ଡାକିବାର,